ତାପରେ ଠେଁସାଠେସିଁ ଚାଲିଲା, ଠେଲାଠେଲି ଚାଲିଲା। ଏକାନ୍ତ ଅନୁଗତମାନଙ୍କ ଭିତରେ ଅସହିଷ୍ଣୁମାନେ କୋଉଠି ଲୁଚିକରି ରହିଥିଲେ, ବେଳ ଜାଣି ବାହାରକୁ ଆସିଲେ। ପରସ୍ପର ମଧ୍ୟରେ ଠେଲାଠେଲି ଆରମ୍ଭ ହେଲା। ବୁଝାମଣା କମିଲା, କ୍ଷମତାଟି ହିଁ ନିର୍ଣ୍ଣାୟକ ହେଲା। ଅଧିକ କ୍ଷମତାରେ ଥିବା ମଣିଷମାନେ ଅଳପ କ୍ଷମତାବାଲାଙ୍କ ଉପରେ ହାକିମୀ କଲେ। ତା'ପରେ ହାଇକମାଣ୍ଡ ନାମକ ସେହି ଅତି ଗନ୍ଧିଆ ଆଚାରଟା ହିଁ ଘରଟା ଯାକର ପ୍ରାୟ ସବୁ ପରିମଳକୁ ଗିଳି ପକାଇଲା। ଦେଶର ପ୍ରଧାନମନ୍ତ୍ରୀ ନିଜ ଦଳର ସଭାପତିଙ୍କୁ ସହି ପାରିଲେ ନାହିଁ। ରାଜତ୍ୱଟାକୁ କଣ୍ଟକଶୂନ୍ୟ ଅର୍ଥାତ୍ ନିରଙ୍କୁଶ କରି ରଖିବାକୁ ଏଣିକି ଦୁଇଟିଯାକ ପଦ ଜଣକର ହାତର ପାଞ୍ଚ ହୋଇ ରହିଲା। ଅପରିମଳଟା ତଳେ ସାନମାନଙ୍କ ଭିତରକୁ ମଧ୍ୟ ସଂକ୍ରମିତ ହୋଇ ଆସିଲା। ତୋଷାମଦ ପଶିଗଲା। ସବାଉପରଟାକୁ ଖୁସିକରି ରଖିବା ପର୍ଯ୍ୟନ୍ତ ସବୁ ନିରାପଦ ହୋଇ ଅବଶ୍ୟ ରିହବ ବୋଲି ସେହି ନିତାନ୍ତ ଦୁଷ୍ଟ କଥାଟା ନିୟମ ହୋଇ ରହିଲା। ଗୋଟାଏ ସତ୍ୟ ଆଉ ଗୋଟାଏ ସତ୍ୟକୁ ସହି ପାରିଲା ନାହିଁ। ତେଣୁ ଅସଲ ସତ୍ୟ ମାଡ଼ ଖାଇଗଲା। କଂଗ୍ରେସ ଦୁଇଭାଗ ହେଲା, ତା'ପରେ ନାନା ଭାଗରେ ଖଣ୍ଡ ଖଣ୍ଡ ହୋଇଗଲା। ଉପରେ ବହପ ଦେଖାଇବାକୁ ଗୋଟିଏ ଦିଶୁଥିଲେ ମଧ୍ୟ ଭିତରେ ସତରଫଟା ହୋଇ ରହିଲା। ମଝିରେ ଥୋକେ ଥୋକେ ବାହାରିଯାଇ ଅଲଗା ସାହି କଲେ ଓ ଅଲଗା ସନ୍ତକମାନଙ୍କରେ ନିର୍ବାଚନ ଲଢ଼ିଲେ। ଆମର ଏହି ଗୋଟାଏ ରାଜ୍ୟ ଓଡ଼ିଶାରେ ହିଁ ଗୋଟାଏ କଂଗ୍ରେସ ଭିତରୁ ଜନକଂଗ୍ରେସ, ଉତ୍କଳ କଂଗ୍ରେସ, ଜନତା ଏମିତି କେତେ କେତେ ନୂଆ ପିଣ୍ଡୁଳାମାନ ବାହାରିଲେ। ଲୋକମାନଙ୍କୁ ମିଛ ପ୍ରବୋଧନାମାନ ଦେଇ ରାଜ୍ୟ ଭୋଗ କଲେ। ଆହୁରି କେତେ କ'ଣ କଲେ। ଯେତେବେଳେ ନିଜ ସଂଗଠନକୁ ନିଜେ ଭାଙ୍ଗିଦିଅ ବୋଲି ଗାନ୍ଧୀ କହୁଥିଲେ, କଂଗ୍ରେସ ନେତାଏ ତାହା କଲେ ନାହିଁ। ଆଖର ଅବସ୍ଥା ଏପରି ହେଲା,। ଯେ, ସଂଗଠନଟି ଆପେ ନୁହେଁ, ଆପଣାର ଦୁଷ୍କୃତ ଫଳରେ ଭାଙ୍ଗିଯିବାକୁ ବସିଲାଣି। ଏହା ଫଳରେ କ'ଣ ହେବ? ବିଗତ ପଚାଶ ବର୍ଷର ଇତିହାସ ହେଉଛି ସେହି ଦୁଷ୍କୃତମାନଙ୍କର ଇତିହାସ। ଗୋଟାଏ ଦେଶରେ ସବୁ ଥିବ, ଅଥଚ ପ୍ରକୃତରେ ଆଦୌ କିଛି ନଥିବ,- ଭାରତବର୍ଷରେ ଏହିପରି ଗୋଟିଏ ଭୟାନକ ଅବସ୍ଥା ପାଖରେ ଆଣି ପହଞ୍ଚାଇ ଦେଇ ଥିବାର ପୂର୍ଣ୍ଣ ବାହାଦୂରୀଟାକୁ ସେହି କଂଗ୍ରେସକୁ ହିଁ ଦେବାକୁ ହେବ-। ଯାବତୀୟ ଦୁଃସାହସ କରିବାର ଧାରାଟିକୁ କଂଗ୍ରେସ ହିଁ ସର୍ବପ୍ରଥମେ ଏଠାରେ ଲୋକଜୀବନ ମଧ୍ୟକୁ ଡାକି ଆଣିଛି। ପାରମ୍ପରିକ ଭାବରେ ଏଠାରେ ସାମୂହିକ ପରିମଳଟି ମଧ୍ୟରେ ଜନମାନସର ଭଲ ଉପରେ ଯେତିକି ବିଶ୍ୱାସ ରହିଥିଲା, କଂଗ୍ରେସ ନାମକ ନେତୃତ୍ୱ ହିଁ ସେହି ବିଶ୍ୱାସଟାକୁ ଭାଙ୍ଗି ଦେଇଛି। ଦେଶର ଉଚ୍ଚ ଅମଲାତନ୍ତ୍ର ମଧ୍ୟ ସେହି ନେତୃତ୍ୱରୁ ତାହାର ଯାବତୀୟ ଅବିଗୁଣକୁ ଶିକ୍ଷା କରିଛି। ଏବଂ, ଅନ୍ୟ ରାଜନୀତିକ ଦଳଗୁଡ଼ିକ ଅଧିକାଂଶତଃ ଏହି ଦଳଟିରୁ ପ୍ରେରଣା ପାଇ କ୍ରମେ ନିଜ ନିଜକୁ ତାହାରି ପରି ଅନୁକୂଳିତ କରିଆଣିଛନ୍ତି। କ୍ଷମତାରେ ରହିଲେ ତୁମେ ଯାହା ମନ ତାହା କରିପାରିବ, ପୂର୍ଣ୍ଣ ନିର୍ଲଜ୍ଜ ଭାବରେ ତାହା କରିପାରିବ, ଏକାଧିକ ଅର୍ଥରେ କଂଗ୍ରେସ ହିଁ ପ୍ରଥମ ଅପରାଧୀ ହୋଇ ସମ୍ପୃକ୍ତ ବାକୀ ସମସ୍ତଙ୍କୁ ଶିକ୍ଷା ଦେଇଛି। କଂଗ୍ରେସର ଶିବିର ଭିତରେ ଯେ କାଳର ଅଭିଶାପ ପାଇଲା ପରି ସମସ୍ତେ ଏକାବେଳେକେ ଏପରି ଜଙ୍ଗଲୀ ହୋଇଗଲେ, ସେ କଥା ମୋଟେ ନୁହେଁ। ହୁଏତ ଅନ୍ୟଭଳି ମଣିଷ ବି ଥିଲେ, ମାତ୍ର ସେମାନେ ଦୁରାଗ୍ରହୀମାନଙ୍କ ସହିତ ଟକ୍କର ଦେବାରେ ପାରିଲେ